ସେ ଉତ୍ସାହିତ ହୋଇ କହିଲେ, 'କ୍ୟା ଶୋଚ୍ ରହେ ହୋ? ' 'ସାବ୍, ଏକ୍ ଆଦ୍ମି ନ–ଦଶ ବଜେ ଉଧର ଆୟାଥା। ଓ ହାମ୍କୁ ବୁଲାଥା, ଓ ପୋଲିସକା ଆଦ୍ମୀ ହେ, ଔେର ଓ ସାହେବକା ଗାଡ଼ି ଦେଖନେକେ ଲିଏ ମାଗଁତା ଥା। ' 'ତୋ ଫିର? ' 'ବହୁତ ଭୁଲାଭାଲା ଆଦମୀ ହୈ ସା'ବ! ଏକ କାଲା ପ୍ୟାଣ୍ଟକା ସାଥ ସଫେଦବାଲା ଶର୍ଟ ପହନାଥା। ପାଞ୍ଚ ଫୁଟ କରିବ ଲମ୍ବା ହୋଗା। ଥୋଡ଼ା ବି ଫେସନବାଲା ମୃଚ୍ଛ ଥା। ' ଶତ୍ରୁଜିତ ଆଉ ମି: ମହାନ୍ତି ପରସ୍ପର ଦୃଷ୍ଟି ବିନିମୟ କଲେ। ହୁଏତ ସେ ଲୋକଟିର ଯୋଉ ପରିଚୟ ଦେଲା, ତାହା ସେମାନଙ୍କ ନିକଟରେ ଅଜ୍ଞାତ ନ ଥିଲା। 'ଓ କେତନା ସମୟ ଉଧର୍ ଥା? ' 'ଲଗ୍ଭଗ୍ ଏକଘଣ୍ଟା, ଗୀ ସା'ବ୍! ' 'ଓ ଉଧର୍କ୍ୟା କିୟାଥା? ' 'ହାମ୍ ଯବ ଉନକା ସାଥ୍ ଓ ଗାଡ଼ିକା ପାଶ୍ ପହୁଞ୍ଚା ଓ ହାମ୍କୋ ତେଡ଼ାମେ ବୁଲା ଉହାଁସେ ହଟ୍ଯାନେକେ ଲିଏ। ସଚ୍ ବତାତା ହୁଁ ସା'ବ୍! ହାମ୍ ପୋଲିସ ଆଦ୍ମିକୁ ଦେଖ୍ନେସେ ଘବରା ଯାତା ହୈ। ଇସ୍ଲିଏ ଉଧରସେ ଫିର୍ ଗେଟ୍କୋ ଚଲାଗିୟା ଥା। ' 'ତବ୍ ଓ ଏକ ଘଣ୍ଟା କା ବାଦ୍ ଉହାଁସେ ଚଲାଗିୟା ଥା? ' 'ଜୀ, ସା'ବ। ' ଶତ୍ରୁଜିତ ଆଉ କ'ଣ ପଚାରି ଆସୁଥିଲେ, କିନ୍ତୁ ଗୋଟାଏ ଜିପ୍ ଗେଟ୍ ପାଖରେ ଅଟକିଯିବାରୁ ସେ ନୀରବ ହୋଇଗଲେ। ଦରୱାନ୍ଟି ଇତସ୍ତତଃ ହୋଇ କହିଲା, 'ଆ'ରହାହୁଁ ସା'ବ-! ' କ'ଣ ଭାବି ଦରଓ୍ୟାନ୍ ପଛେ ପଛେ ଶତ୍ରୁଜିତ ଆଉ ମି:ମହାନ୍ତି ମଧ୍ୟ ଅନୁସରଣ କରିବାରେ ଲାଗିଲେ। ଜିପ୍ରୁ ଓହ୍ଲାଇ ସୁପରଭାଇଜରଙ୍କ ସହିତ ମେସେଞ୍ଜର ପ୍ରତାପ ଛିଡ଼ା ହୋଇଥିଲା। ମି: ମହାନ୍ତିଙ୍କ ଉପରେ ଦୃଷ୍ଟି ପଡ଼ିବାକ୍ଷଣି ସେ ସେଲ୍ୟୁଟ ମାରି ଏଟେକ୍ସନ ଭାବରେ କହିଲା, 'ମି:ପାତ୍ରଙ୍କ ସହିତ ଦେଖା ହୋଇପାରିଲା ନାହିଁ, ସାର୍! '। 'ମାନେ? ' 'ଆମେ ସେଠାରେ ଯାଇ ପହଞ୍ଚିବାର ଗୋଟାଏ ଘଣ୍ଟା ଆଗରୁ ସେ ସର୍ଭେ ପାର୍ଟି ସହିତ ଚାଇବସା ଚାଲିଯାଇଥିଲେ। ଗାଡ଼ିରେ ବି ସେମାନଙ୍କୁ ଫଲୋ କରିବାକୁ ବିଶେଷ ପରିମାଣରେ ପେଟ୍ରୋଲ ନ ଥିଲା। ' 'ଓ' ଏକ ଦୀର୍ଘ ନିଶ୍ୱାସ ନିର୍ଗତ ହେଲା ମି: ମହାନ୍ତିଙ୍କର। ସେ କ୍ଷଣେ କାଳ ହତବାକ ହୋଇ ଛିଡ଼ା ହୋଇଗଲେ। 'ଡି. ଏଫ୍. ଓ. ସାହେବଙ୍କ ଗାଡ଼ିଟା ନଅଟା ଭିତରେ ଫେରାଇଦେବାକୁ କଥା ଦେଇ ମୁଁ ନେଇ ଆସିଥିଲି, ଆଜ୍ଞା! ' ସୁପରଭାଇଜର ଜଣକ କହିଉଠିଲେ। 'ସେମାନେ କେତେବେଳେ ଫେରିବେ ସେ ବିଷୟରେ କିଛି ସମ୍ବାଦ ପାଇଲେ? ' ଶତ୍ରୁଜିତ ପଚାରି ଉଠିଲେ। 'କାଲି ସକାଳେ ଚାଇବସାରୁ ସେମାନେ ମାଇନିଂ ଅଫିସକୁ ଫେରିବେ ବୋଲି ଜଣକ ପାଖରୁ ଖବର ମିଳିଲା। ' ମି: ମହାନ୍ତି ଶତ୍ରୁଜିତଙ୍କୁ ଲକ୍ଷ୍ୟ କରି କ'ଣ ସଙ୍କେତ ପାଇ କହିଲେ, 'ପ୍ରତାପ, ମି: ପାତ୍ରଙ୍କର ଗାଡ଼ି ସିଜ୍ ହୋଇଛି। ତମେ ଏଇଠାରେ ଆଉ କିଛି ସମୟ ଅପେକ୍ଷା କର। ମୁଁ ଆଉ ଦୁଇଜଣ ରିଲିଭର ପଠାଉଛି। ତା'ପରେ ତମେ ଫେରିଯିବ। ' ମେସେଞ୍ଜର ପ୍ରତାପ ସମ୍ମତି ଜଣାଇଲା। ତା ଉପରୁ ଦୃଷ୍ଟି ଫେରାଇ ସୁପରଭାଇଜରକୁ ଲକ୍ଷ୍ୟ କରି କହିଲେ, 'ଆପଣଙ୍କର କାର ଡ୍ରାଇଭର କୋଉଠି ରହେ? ' 'ସେ ଜିପ୍ ନେଇ ସେମାନଙ୍କ ସହିତ ଯାଇଛି, ଆଜ୍ଞା! ' ସୁପରଭାଇଜର କିଞ୍ଚିତ୍ ଭୀତତ୍ରସ୍ତ କଣ୍ଠରେ କହିଲେ। 'ବେଶ୍, ପ୍ରତାପ, ମୋର ବିନା ଅନୁମତିରେ କାର କେହି ଯେମିତି ସ୍ପର୍ଶ ନ କରନ୍ତି। ' 'ହଁ ସାର! ' 'ରିଲିଭର ଘଣ୍ଟାଏ ଭିତରେ ଆସିଯିବେ। ଆସନ୍ତୁ ଶତ୍ରୁଜିତବାବୁ! ' ଶତ୍ରୁଜିତ ପୁଣି ଥରେ ଉପସ୍ଥିତ ଲୋକମାନଙ୍କ ଉପରୁ ଦୃଷ୍ଟି ଫେରାଇ ମି: ମହାନ୍ତିଙ୍କ ସହିତ ଜିପ୍ ନିକଟକୁ ଫେରିଆସିଲେ ଉଭୟଙ୍କୁ ନେଇ ଜିପ୍ଟି ପୁଣି ବିପରୀତ ଦିଗରେ ଫେରିଗଲା-। ସିଗାରେଟରୁ ଧୂଆଁ ଛାଡ଼ି ବାହାର ଆକାଶରୁ ଦୃଷ୍ଟି ଫେରାଇ ଭିତରକୁ ଲକ୍ଷ୍ୟ କଲେ ଶତ୍ରୁଜିତ। ଭିତରେ ଧ୍ୟାନମଗ୍ନ ଋଷି ଭଳି ବସି ରହିଥିଲେ ସୁବ୍ରତ। ତାଙ୍କ ଚକ୍ଷୁରେ ଜ୍ୟୋତି ନିଷ୍ପ୍ରଭ ହୋଇଆସିଥିଲା।